ଏହି ଅବସରରେ ମୋତେ ମୋ ଘରେ ମୃତ ଅବସ୍ଥାରେ ସମସ୍ତେ ଦେଖିଲେ। ଡାକ୍ତର ଘୋଷଣା କଲା, କିନ୍ତୁ ମୁଁ ମରି ନ ଥିଲି। ରାତିରେ ଡାକ୍ତରକୁ ଚୁପ୍କରି ସମୁଦ୍ର ପାଖକୁ ଡାକିନେଲ। ସେ ସନ୍ଦେହ କରି ନ ଥିଲା। ସମୁଦ୍ର କୂଳରେ ଏକ ଉଚ୍ଚ ଜାଗାରେ ତା'ର ଅନ୍ୟମନସ୍କତାର ସୁଯୋଗରେ ମୁଁ ଜୋରରେ ଗୋଟାଏ ଧକ୍କା ମାରିଲି। ଅନନ୍ତ ଅସୀମ ଉତ୍ତଳ ତରଙ୍ଗ କୋଳରେ ଦୁର୍ଗାମାଧବ। ଘରକୁ ଫେରି, ଡାକ୍ତର ଘରେ ଟିକିଏ ଶବ୍ଦ କରି ଚାଲିଗଲି। ଫଟିକ୍ ଭାବିଲା ଡାକ୍ତର ବାହାରିଗଲେ। ସେ ଓ ମାଧବ ବାହାରିଗଲେ। ଏହା ପୂର୍ବେ ମାଧବର ଡ୍ରୟାରରେ। କଥା ପ୍ରସଙ୍ଗରେ ବଡ଼ ଭଉଣୀ ପଚାରିଲା- ''ଆଚ୍ଛା କହିଲ ଦେଖି, ବାହାହେଲାପରେ କିଏ କ'ଣ କରିବ? '' ଦ୍ୱିତୀୟ ଭଉଣୀ କହିଲା- 'ମୁଁ ମୋ ସ୍ୱାମୀ କଥା ମାନି ଚଳିବି। ' ତୃତୀୟଟି କହିଲା- 'ମୁଁ ଯେମିତି ଶାଶୂ ଶ୍ୱଶୁରଙ୍କ କଥା ବୁଝି ସେମାନଙ୍କୁ ଖୁସିକରିବି, ସେମିତି ମୋ ସ୍ୱାମୀ କଥା ମଧ୍ୟ ମାନି ଚଳିବି। ତା'ହେଲେ ମୋ ଦିନକାଳ ଖୁସିରେ କଟିବ। ' ବଡ଼ ଭଉଣୀ କହିଲା- ''ମୁଁ ମୋ ବୋଉ କଥା ମାନିବି। ସେ ଯାହା କହିବ, ଶାଶୂଘରେ ସେଇଆ କରିବି। '' ସବା ସାନ ଭଉଣୀଟିର ବୟସ ବେଶି ନୁହେଁ। ତା' ନାଁ ଜୟଶ୍ରୀ। ବାହାଘର ବିଷୟ କିଛି ନ କହି ଚୁପ୍ ରହିଲା। ସେ ଚୁପ୍ ରହିବାରୁ ବଡ଼ ଭଉଣୀ ତାକୁ ଦେଖାଇ କହିଲା- ''ଜୟା, ତୁ ତ କିଛି କହିଲୁ ନାହିଁ। ଶାଶୂଘରେ କେମିତି ଚଳିବୁ କହୁନୁ। '' ଜୟଶ୍ରୀ ଟିକିଏ ଗମ୍ଭୀରହୋଇ କହିଲା- 'ଶାଶୂଘରେ ମୁଁ ସମସ୍ତଙ୍କୁ ହାତମୁଠାରେ ରଖିବି। ମୋ କଥାରେ ସମସ୍ତଙ୍କୁ ଉଠ୍ ବସ୍ କରାଇବି। ' ଏହା ଶୁଣି ତିନି ଭଉଣୀଯାକ ଏକା ସଙ୍ଗେ କହିଲେ- ''ହଇଲୋ, ଏମିତି କେଉଁଠି ହେଲାଣି ନା ହୁଏ? '' ଜୟଶ୍ରୀ ମୁହଁରେ ହସ ଫୁଟାଇ କହିଲା, ''ଶାଶୂଘରେ ମୁଁ ରାଣୀଭଳି ରହିବି। ଏମିତି ଯଦି ନ ଚଳିବି, ତେବେ ମୋ ନାଁ ଜୟଶ୍ରୀ ନୁହେଁ। '' ତିନି ଭଉଣୀଯାକ ତା' ଆଡ଼କୁ ଆଶ୍ଚର୍ଯ୍ୟରେ ଚାହିଁ ରହିଲେ। ଯୋଗକୁ ସେତିକିବେଳେ ରାଜକୁମାର ବିଜୟ ରାୟ ସେହି ବଗିଚାକୁ ବୁଲି ଆସିଥିଲେ। ସେ ପାଖରେ ଥିବା ଗୋଟିଏ ବୁଦା ଆଢ଼ୁଆଳରେ ରହି ଚାରି ଭଉଣୀଙ୍କ କଥା ଶୁଣିପାରିଲେ। ଜୟଶ୍ରୀ କଥା ଶୁଣି ତାଙ୍କୁ ତାଟକା ଲାଗିଲା। ରାଜା ଲୁଚିକରି ଦେଖିଲେ, ଝିଅଟି ଦେଖିବାକୁ ଭାରି ସୁନ୍ଦର। ହେଲେ ବି ତା'ର ପୁଣି ଏତେ ଦିମାକ୍। ଭାବିଲେ, ଏଇ ଝିଅଟାକୁ ସେ ବାହା ହେବେ ଓ ତାକୁ ଠିକ୍ ଜବତ୍ କରିବେ। ରାଜକୁମାର ଉଆସକୁ ଫେରିଲେ। ଚୁପ୍ ଚାପ୍ ଯାଇ ମୂଷାମାଟି ସଣ ସଣ, ବିଲେଇ ଘୁଅ ଭଣଭଣ ଅନ୍ଧାରି ଘରେ ମୁହଁ ମାଡ଼ି ଶୋଇଲେ। ଯିଏ ଯେତେ ଡାକିଲେ ଉଠିଲେନାହିଁ। ଶେଷକୁ ରାଜା ଆସି ଡାକିବାରୁ ରାଜକୁମାର କହିଲେ- ''ସାଧବ ଘର ସାନ ଝିଅକୁ ଯଦି ମୋତେ ବାହା କରାଇବ, ତେବେ ମୁଁ ଖାଇବି, ନୋହିଲେ ନାହିଁ। '' ରାଜା ବହୁତ ବୁଝାଇଲେ-କେତେ ବଡ଼ ବଡ଼ ରାଜା ଘରୁ ତ ପ୍ରସ୍ତାବ ଆସୁଛି-ସାଧବ ଝିଅ ପାଇଁ କାହିଁକି ତୋ ମନ ବଳିଛି? ମାତ୍ର ପୁଅର ସେଇ ଏକ ଜିଦ୍। ଶେଷକୁ ରାଜା ବାଧ୍ୟ ହୋଇ ପୁଅ କଥାରେ ହଁ ଭରିଲେ। ଶୁଭଦିନ ଦେଖି ଜୟଶ୍ରୀ ସଙ୍ଗେ ରଜାପୁଅର ବିବାହ ହେଲା। ବାହାଘର ପରେ ବିଜୟ ରାୟ